ଏଥିରେ ମଣିଷ ବା ଅନ୍ୟ କୌଣସି ପ୍ରାଣୀ ରହିବେ ନାହିଁ। ଏହାର ବେଗ ହେବ ସେକେଣ୍ଡକୁ ପ୍ରାୟ ପାଞ୍ଚ ମାଇଲ। ଏହି କୃତ୍ରିମ ଉପଗ୍ରହରୁ ଉଚ୍ଚ ଆକାଶର ଆୟନୋସ୍ପିଅର୍ ସମ୍ବନ୍ଧରେ ମଧ୍ୟ ନାନା ଗବେଷଣା କରାଯିବ ଓ ମହାଶୂନ୍ୟ ମଧ୍ୟରେ ଷ୍ଟେସନମାନ ପ୍ରତିଷ୍ଠା କରି ଗ୍ରହାନ୍ତରକୁ ଯିବା ପାଇଁ ପଥ ସୁଗମ କରିବା କେତେଦୂର ସମ୍ଭବପର ତାହାର ମଧ୍ୟ ଅନୁସନ୍ଧାନ କରାହେବ। '' ରେଡ଼ିଓ ଷ୍ଟେସନର ଏହି ଖବରରେ କ୍ଳବ ରୁମ୍ ଭିତରେ ଏକ ଅଭୁତପୂର୍ବ ଚାଞ୍ଚଲ୍ୟ ଖେଳିଗଲା। ସମସ୍ତେ ଏହି ଖବର ଶୁଣି ପରସ୍ପରକୁ ଅନାଅନି ହେଲେ। ସଙ୍ଗେ ସଙ୍ଗେ ଲେନା କହିଉଠିଲା, ''ଯାହା ହେଉ ଆମେ ଏଠାରେ ଆଉ ଏକାକୀ ହୋଇ ରହିବାନି। ଆକାଶରେ ଢେର୍ଛୋଟ ହେଲେ ମଧ୍ୟ ଏହି ମହାଶୂନ୍ୟରେ ଆମର ଏକ ସଙ୍ଗୀ ମିଳିଯିବ ଏଥର। '' ଜ୍ୟୋତିର୍ବିତ୍ ଭିନୋଗ୍ରେଡ଼ୋଭ୍ କହିଲେ, ''ପୃଥିବୀପୃଷ୍ଠରେ ଆମ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ସହିତ ବନ୍ଧୁତା ବାନ୍ଧି ନ ପାରିଲେ ମଧ୍ୟ ଏଥର ପୃଥିବୀ ବାହାରେ ଆମ ଉପଗ୍ରହ; ସେହି ଉପଗ୍ରହ ସହିତ ନିଶ୍ଚୟ ବନ୍ଧୁତା ବାନ୍ଧିପାରିବ। '' ବୈଜ୍ଞାନିକ ଗୋଭେଲ୍ କହିଲେ, ''ଯୁକ୍ତରାଷ୍ଟ୍ର ପୃଥିବୀର ସବୁଠାରୁ ଧନଶାଳୀ ରାଷ୍ଟ୍ର ହୋଇ ଶେଷରେ କ'ଣ ଗୋଟାଏ ଫୁଟବଲ ଆକାରର କୃତ୍ରିମ ଉପଗ୍ରହ ଉଡ଼ାଇବାକୁ ଯାଉଛି। ଆଉ ଟିକିଏ କ'ଣ ବଡ଼ କରି ପାରିଲେ ନାହିଁ। ଆଜକୁ ପାଞ୍ଚ ବର୍ଷ ତଳେ ଆମେ ଯେଉଁ ପାଞ୍ଚଫୁଟ ବ୍ୟାସର କୃତ୍ରିମ ଉପଗ୍ରହ ଉଡ଼ାଇଥିଲୁଁ, ଏହା ଅନ୍ତତଃ ସେତିକି ବଡ଼ ହୋଇଥିଲେ ଭଲ ହୋଇଥାନ୍ତା-। '' କୁଜ୍ମିନ୍ କହିଲେ, ''ଆହେ, ଯୁକ୍ତରାଷ୍ଟ୍ର ଏତେ ବଡ଼ ଧନଶାଳୀ ରାଷ୍ଟ୍ର ହେଲେ କ'ଣ ହେବ, ଧନ ସବୁ ତ ପୁଞ୍ଜିପତିଙ୍କ ହାତରେ ରହିଯାଇଛି; ସରକାରଙ୍କ କୋଷକୁ ଆସୁଥିଲେ ସିନା '' କୁଜ୍ମିନ୍ଙ୍କୁ ତାଙ୍କ କଥା ଶେଷ କରିବା ପାଇଁ ନ ଦେଇ ଡିରେକ୍ଟର ଆଲେସ୍କି କହିଉଠିଲେ, ''ଆମ୍ଭମାନଙ୍କର ଯୁକ୍ତରାଷ୍ଟ୍ରକୁ ଏଭଳି ଭାବରେ ସମାଲୋଚନା କରି ଲାଭ ନାହିଁ। ସେମାନଙ୍କର ଅର୍ଥନୈତିକ ସଂସ୍ଥା ଆମଠାରୁ ଅଲଗା ହୋଇଥିଲେ ମଧ୍ୟ ଆମର ସେମାନଙ୍କୁ ଏଭଳି ଭାବରେ ନିନ୍ଦା କରିବା ଉଚିତ ହେଉନାହିଁ। ସେମାନେ ଆମର ପଡ଼ୋଶୀ ରାଷ୍ଟ୍ର। ଆମର ରାଜନୈତିକ ତଥା ସାମାଜିକ ମତବାଦ ସେମାନଙ୍କଠାରୁ ପୃଥକ୍ ହୋଇଥିଲେ ମଧ୍ୟ ସେମାନଙ୍କ ସହିତ ମିଳିମିଶି ଚଳିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହୋଇଥିବାରୁ, ସେମାନଙ୍କୁ ସମାଲୋଚନା କରିବା ଆମ ପକ୍ଷରେ ସ୍ପୃହଣୀୟ ନୁହେଁ। ଆମ ଦେଶ ଭଳି ବିଜ୍ଞାନ, ଶିଳ୍ପ, କଳା, କୃଷି ସବୁଥିରେ ସେମାନେ ଉନ୍ନତ ହୋଇଥିବାରୁ ଆମର ମଧ୍ୟ ସେ ରାଜ୍ୟକୁ ପ୍ରଶଂସା କରିବା କଥା। ତତ୍ପରିବର୍ତ୍ତରେ ଆମେ ସେମାନଙ୍କୁ ଏଭଳି ଭାବରେ ସମାଲୋଚନା କଲେ କେବଳ ଆମ ସମ୍ମାନ ହିଁ ଶେଷରେ କ୍ଷୁର୍ଣ୍ଣ ହେବ। କିନ୍ତୁ ମୋତେ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗୁଛି ଯେ ମାର୍କିନ୍ମାନେ କୃତ୍ରିମ ଉପଗ୍ରହ ସୃଷ୍ଟିରେ ଏତେ ପଛେଇଥିଲେହେଁ ସେମାନେ ଏତେ ତରବର ହେବାର କାରଣ କଅଣ? ତା ହେଲେ ସେମାନେ କ'ଣ ଆମ ମଣିଷ ଥିବା କୃତ୍ରିମ ଉପଗ୍ରହ କଥା '' ଆଲେସ୍କିଙ୍କ ମୁହଁରୁ କଥା ଛଡ଼ାଇ ନେଇ ବୈଜ୍ଞାନିକ ଭିନୋଗ୍ରେଡ଼ୋଭ୍ କହିଲେ, ''ମୋତେ ଯାହା ବୋଧ ହେଉଛି, ସେମାନେ ଆମର ମଣିଷ ଥିବା କୃତ୍ରିମ ଉପଗ୍ରହର ସଫଳତା ସମ୍ବନ୍ଧରେ ନିଶ୍ଚୟ ଜାଣିପାରିଛନ୍ତି। ସେ ଦିନ ଲେନିନ୍ ମାନମନ୍ଦିରର ଅଧିବେଶନରେ '' କ'ଣ କହିବାକୁ ଯାଉଥିଲେ, ହଠାତ୍ ରହିଯାଇ ଆଉ କିଛି କହିଲେ ନାହିଁ। କିଛି। ସମୟ ପରେ ପୁଣି ଆରମ୍ଭ କଲେ, ''ଅନ୍ତର୍ଗ୍ରହ ଭ୍ରମଣରେ ଆମେ କାଳେ ସେମାନଙ୍କ